-ନା, ସେ ଉଠିବ। ସେମାନେ ଆସିଯିବେ। ସବୁ କଥା ଶେଷ ହୋଇଛି। ଦେଖା ପରଖା ସରିଛି। ମାପ ଓଜନ ନିଆ ହୋଇଛି। ଏକା ମାନମୟୀକୁ ଅପେକ୍ଷା ରହିଲା। ଭଜକୃଷ୍ଣ ଓ ରମାକାନ୍ତ ଆସିବା ଦରକାର-ନିଶ୍ଚିତରେ ଆସିବେ। ନିଶାର ଆବେଶ କଟାଇବା ପାଇଁ ସେ କପେ ନାଲି ଚା' ତିଆରି କରି ଖାଇଲା। କେଜାଣି କ'ଣ ପାଇଁ ସେ ଭାବିଲା ଯେ ସହଜ ଓ ସରଳ ହୋଇ ନ ପାରିଲେ ମାନମୟୀ ଓ ଭଜକୃଷ୍ଣର ଅଡ଼ୁଆ ତୁଟାଇବା ସୁବିଧା ହବ ନାହିଁ। ନିଜକୁ ତିଆରି କଲା-ସିଧା ସଳଖ। ଏଇ ତ ଲୋକ? ଏମାନଙ୍କ ପାଇଁ ଏତେ ଚିନ୍ତାର କାରଣ ନାହିଁ। ଏମାନେ ଯେତିକି ବୁଝନ୍ତି ସେଥିରେ ସାମାନ୍ୟ ପରିଶ୍ରମ ବି ଯଥେଷ୍ଟ। କାହିଁ ଗଲେ କୁଆଡ଼େ ଏମାନେ? ଅପେକ୍ଷାକରି ବସି ରହିବା ବଡ଼ କଷ୍ଟର କାମ। ବାଜେ ଘଡ଼ିଟା ମଧ୍ୟ ଚାଲୁନାହିଁ ଶୀଘ୍ର ଶୀଘ୍ର। ସେମାନେ ଆସିଲେ କାମ ସାରିଦେଇ ସେ ବୁଲିବାକୁ-ନା, ସିନେମା ଦେଖିବାକୁ-ଯିବ-। ଆଉ କ'ଣ ଅଛି ଆନନ୍ଦ? ପୁରୁଣା ବନ୍ଧୁଙ୍କ ମେଳରେ ହୋ ହୋ ହେବାଠାରୁ ସିନେମା ଦେଖିବା ଭଲ। କେଡ଼େ ଶୀଘ୍ର ଏହି ପୁରୁଷ ଲୋକଗୁଡ଼ାକ ଏତେ ବିରକ୍ତିକର ହୋଇଯାନ୍ତି। ସେମାନଙ୍କର ବ୍ୟକ୍ତିତ୍ୱ ଭିତରୁ ସେହି ନିଆଁର ଝୁଲ ଲିଭିଯାଏ। ଗରମ ହୁଏତ ରହେ କିନ୍ତୁ ନିଆଁର ସେହି ଛୋଟ ଛୋଟ ବିସ୍ଫୋରଣ ଶେଷ ହୋଇ ଯାଏ। ଆକାଶକୁ ଉଠୁଥିବା ଯାଏ ହାବେଳି, ଘଡ଼ିବାଣ ଓ ରକେଟ୍ ସୁନ୍ଦର। ଜଳିଗଲେ ସେଗୁଡ଼ାକ ଅତି ଅସୁନ୍ଦର। ଏହି ଛୋଟିଆ ଛୋଟିଆ ଜାଗାରେ ନୂଆ ଲୋକ ଆସିବେ କୁଆଡ଼ୁ? ପୁରୁଣା ଲୋକ ନୂଆ ରୂପରେ ଦେଖା ଦେବାକୁ ଶିଖିବେ ଅବା କେମିତି? ପୁରୁଣା ଜିନିଷର ମୂଲ୍ୟ ଚଉଠେ କି ତହିଁରୁ ଊଣା। ପ୍ରେମିକ ହେଉ, ଲେଖକ ହେଉ ଅବା ପ୍ରତିଭା ହେଉ-ସବୁଯାକ ପୁରୁଣା ହୋଇଗଲେ ବାଜେ ମନେ ହୁଅନ୍ତି। ମାନିନୀ ଠିକ୍ କରିଛି-। ବର୍ଷେ ଛ'ଅ ମାସ ଖେଳି ହଟୋ-ହଟୋ କରିଦେଇଛି। କ'ଣ ପାଇଁ କେଜାଣି ପୁଣି ସେ ସେଥିରେ ମିଳା ମିଶା କରୁଛି-ବୋଧହୁଏ ଭୟରେ। ଫାଟକ ଖୋଲିଲା। ଶିକାରୀର। ଦେହ ଓ ମନ ପରି ଅଳକା ଚଞ୍ଚଳହୋଇ ଉଠିଲା। ଆଉ ଏହି ଦୁଶ୍ଚିନ୍ତା-ଦୁର୍ଭାବନାର ଆସର ଜମାଇବା ଦରକାର ନାହିଁ। ଦୁଇଜଣ ବାବୁ ଆସିଗଲେ-ଖାଲି ମାନିନୀ ଆସିଗଲେ ଆଉରି ଥରେ ନାଟକ ଆରମ୍ଭ ହେବ। -ହେଲେ ହେଉ-ଅଳକା ଖାଲି ଦେଖିବ। ଏମାନେ ଖେଳ ଦେଖାଇବେ। ଆଧୁନିକତାର କୃତ୍ରିମତା ଦେଖାଇ ଅତ୍ୟନ୍ତ ଉତ୍ସାହ ଓ ସରାଗରେ ଅଳକା ଧାଇଁଗଲା ଦୁଆର ପାଖକୁ-ଆସିଲ ତାହାହେଲେ। ଅଳକାକୁ ପାଶୋରି ଦେଲ ନାହିଁ। ଆହା-ଏମିତି ଗୋଟାଏ ଅଦରକାରୀ ଲୋକକୁ ବି ତମେ ଦରକାରୀ ବୋଲି କହିପାର? -ଆସ। ତମର ଆଉ ସଂକୋଚର କାରଣ ନାହିଁ। ଏଇଟା ମୋର ଘର। ତମେମାନେ ମୋର ଅନ୍ତରଙ୍ଗ ବନ୍ଧୁ। ନିଜେ ନିଜ ପରି ହୁଅ। ବାବୁ ଦୁଇଜଣ ସାମାନ୍ୟ ଭିଡ଼ିମୋଡ଼ି ହେଲେ। -ଇଏ ନୁହଁ। ପରକୁ ଆପଣାର କରିବା ଓ ପର ଦୁଆରକୁ ନିଜର ବୋଲି ଦେଖାଇବା ଗୋଟାଏ ସୁନ୍ଦର କଳା। ଯିଏ ଏତକ କରିପାରେ ସେ ହେଉଛି ଏହି ଯୁଗର ସଫଳ ମଣିଷ। -ପର ଆପଣା ଜ୍ଞାନ କ'ଣ ଆମର ଅଛି? -ପଚାରିବାରେ ଲାଭ ନାହିଁ। ମତେ ତମେ ଗାଳି ଦେଇପାରିବ? ଶାସ୍ତି ଦେଇପାରିବ-? ନିଜର ପରି ଅଳକାକୁ ଆକଟ କରି ପାରିବ? -କଲ ଦେଖି। ଜାଣିବି ଯେ ତମର ବିଚକ୍ଷଣତା ଅଛି। ପାଦ ଟିପି ଟିପି ମାନିନୀ ଆସି ପହଞ୍ଚିଲା। -ଆରେ ମାନମୟୀ ଦେବୀ ଆସିଗଲେଣି। ଭଜକୃଷ୍ଣ ଓ ରମାକାନ୍ତ ଠିଆ ହେଇପଡ଼ିଲେ। -ଓଃ, କି କରାଳ ମୂର୍ତ୍ତି। ମାନିନୀକୁ ଦେଖି ତାଙ୍କର ସାର୍ ଚଉକୀ ଛାଡ଼ି ଠିଆ ହେଲେଣି-। -ଭାରି ମଜ୍ଜା କରୁଛି ଅଳକା। ହଉ ତୁମେମାନେ ବସ। ମୁଁ ଯାଏଁ ଟିକିଏ ଓଧ ହେରିକାଙ୍କୁ ଦେଖି ଆସେ। ଅଛନ୍ତି କେଉଁଠି? -ଓଧ? ହଁ ଆସିଥିଲେ ଚାଲିଗଲେଣି। -ଚାଲ ମ ଦେଖିବା। କେଉଁଠି ଲୁଚେଇଛି କେଜାଣି? -ରମାକାନ୍ତ, କେଉଁଠି ସେ ରଖିଛି ଓଧକୁ? ରମାକାନ୍ତ ହସିଲା। -କୁହ। ନହେଲେ ମୁଁ ଯାଉଛି। ମୋର ଆଜି କ'ଣ କାମ କମ୍ ଅଛି ଯେ ଏଠି ବସି ବସି ସମୟ କଟେଇବି? ଗମ୍ଭୀର ମୁହଁ କରି ଅଳକା ରମାକାନ୍ତକୁ କହିଲା ମାନିନୀକୁ ଓଧ ଦେଖାଇବା ପାଇଁ।